ପ୍ରାୟ ପାଞ୍ଚ ମିନିଟ୍ ଅତିବାହିତ ହେବା ପରେ ପଲଙ୍କ ଉପରୁ ତଳକୁ ଓହ୍ଲାଇ ଆସିଲେ ମିସେସ୍ ପାତ୍ର। ପଲଙ୍କର ତଳ ଆଡ଼କୁ ଛୋଟ ଟେବୁଲଟିଏ। ସେଇ ଟେବୁଲ ଉପରେ ହାତୀ ଦାନ୍ତର ମୋଟା ଫ୍ରେମ୍ଦିଆ ରାଧାକୃଷ୍ଣ ଯୁଗଳ ପ୍ରତିମୂର୍ତ୍ତିର ବିରାଟ ତୈଳଚିତ୍ର। ମିସେସ୍ ପାତ୍ର ସେଇ ଟେବୁଲ୍ ଆଗରେ ଠିଆ ହୋଇ ତୈଳଚିତ୍ର ଆଡ଼କୁ ଦଣ୍ଡେ ଚାହିଁଲେ। ତା'ପରେ ଘରର ଚାରିପଟକୁ ଖୁବ୍ ସନ୍ତର୍ପଣରେ ଥରେ ଚାହିଁ ଫଟୋ ଫ୍ରେମ୍ର ଉପର ଅଂଶରେ ସାମାନ୍ୟ ଚାପ ଦେଲେ। 'ଖୁଟ୍' କରି ସାମାନ୍ୟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଫ୍ରେମ୍ଟି ଦୁଇଫାଳ ହୋଇ ଖୋଲିଗଲା-। ମିସେସ୍ ପାତ୍ର ଖୁବ୍ ସାବଧାନରେ ତା'ରି ଭିତରୁ ପ୍ରାୟ ଛଅଇଞ୍ଚ ଲମ୍ବର ଲୁହା ଚାବିକାଠି ଖଣ୍ଡେ ବାହାର କରି ଆଣିଲେ। କାଠି ଖଣ୍ଡିକର ତିଆରି ଅଦ୍ଭୁତ ପ୍ରକାରର। ତା' ଦେହସାରା ପେଚ ପରି କଟା କଟା ହୋଇଛି। କାଠି ଭିତରଟି ମଧ୍ୟ ପୋଲା। ଅନୁଜ୍ଜ୍ୱଳ ଆଲୋକରେ ଚାବିକାଠି ଖଣ୍ଡିକ ମୁହଁ ସାମନାକୁ ଟେକି ଧରିଲେ ସେ। ଆଖିରୁ ତାଙ୍କର ପୁଣି ଦୁଇଟୋପା ଲୁହ ଖସି ପଡ଼ିଲା-। ଚାବିକାଠିକୁ ଖୁବ୍ ସାବଧାନରେ ଧରି ପୁଣି ଥରେ ଚାରିଆଡ଼କୁ ଅନାଇଲେ ମିସେସ୍ ପାତ୍ର। ତା'ପରେ ଚାହିଁଲେ କାନ୍ଥରେ ଟଙ୍ଗା ହୋଇଥିବା ଘଣ୍ଟାଟାକୁ। ଘଣ୍ଟାରେ ଗୋଟାଏ ବାଜିଛି ସେତେବେଳକୁ। ଦୋଳନାଟି ସମତାଳରେ ଝୁଲି ଚାଲିଛି। ଧୀରେ ଧୀରେ ଘଣ୍ଟାଟିର ଆଗରେ ଥିବା କାଚ ଢାଙ୍କୁଣୀ ଖୋଲି ଦେଲେ ସେ। ତା'ପରେ ଚାବିକାଠିଟା ଲଗାଇ ଯେମିତି ଘଣ୍ଟାରେ ଚାବି ଦିଅନ୍ତି, ସେମିତି ମୋଡ଼ିବାକୁ ଲାଗିଲେ। ପ୍ରାୟ ଛଅ ସାତ ଥର ମୋଡ଼ିବା ପରେ ସାମାନ୍ୟ ଖୁଡ଼୍ ଖାଡ଼୍ ଶବ୍ଦହେଲା କୋଠରୀଟା ଭିତରେ। ତା' ସଙ୍ଗେ ସଙ୍ଗେ କାନ୍ଥର ଗୋଟାଏ ଜାଗାରେ ଖୁବ୍ ଛୋଟିଆ ଦ୍ୱାରଟାଏ ଖୋଲିଗଲା। ମିସେସ୍ ପାତ୍ର ପୁଣି ଥରେ ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଇ ପଶିଗଲେ ତା'ରି ଭିତରକୁ। ଭୂ ଗର୍ଭସ୍ଥ ଗୁପ୍ତ ଧନାଗାରର ଅନ୍ଧକାର କୋଠରୀରେ ତାଙ୍କ ଦେହ ଲୁଚିଗଲା। ଠିକ୍ ସେଇ ମୁହୂର୍ତ୍ତରେ ଖୁବ୍ ଗୋଟାଏ ଚାପା ହସ ଶୁଣାଗଲା ବାହାରେ। କବାଟ ଫାଙ୍କରେ ଦୁଇଟା ଆଖି ଲକ୍ଷ୍ୟ କରୁଥିଲା ଏ ସବୁ। ମିସେସ୍ ପାତ୍ର ଅନ୍ଧକାର ଗର୍ଭରେ ଲୁଚିଯିବା ସଙ୍ଗେ ସଙ୍ଗେ ସେଇ ସର୍ବନାଶୀ କାଳଚକ୍ଷୁ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଥିଲା। -ଚାରି- ନିଉ ଜୁଏଲାରୀ ମାର୍ଟ ସହରର ଶ୍ରେଷ୍ଠ ଓ ବଡ଼ ଅଳଙ୍କାର ପ୍ରତିଷ୍ଠାନ। ଖାଲି ସୁନା ଛଡ଼ା ମୂଲ୍ୟବାନ ଜହରତ୍ର କାରବାର ମଧ୍ୟ ଏଠି ହୁଏ। ଭାରତର ବଡ଼ ବଡ଼ ରାଜା, ଜମିଦାର, ଧନୀଲୋକମାନଙ୍କ ସହିତ ଏ ଅନୁଷ୍ଠାନ କାରବାରରେ ବିଶେଷରୂପେ ସଂଯୁକ୍ତ ଓ ପରିଚିତ ମଧ୍ୟ। ନାନା ପ୍ରକାର ଆଧୁନିକ ଧରଣର ଅଳଙ୍କାରର ସେ ଦୋକାନ। କେଶ୍ଗୁଡ଼ିକ ସବୁ ସମୟରେ ଭରପୂର ରହିଥାଏ। ଭିତରକୁ ଚାହିଁଲେ ସୁନା ଜହରତ୍ର ଚକ୍ମକ୍ରେ ଆଖି ଝଲସି ଉଠେ; ଗ୍ରାହକର ମନ ସ୍ୱତଃ ଦୋକାନପ୍ରତି ଆକୃଷ୍ଟ ହୋଇପଡ଼େ। ମୋଟାମୋଟି ସାଧାରଣ ଭାବରେ ଦେଖିବାକୁ ଗଲେ ଦୋକାନରେ ବିକ୍ରୀ ଲକ୍ଷେ ଟଙ୍କାରୁ କମ୍ ନୁହେଁ। ଦୋକାନର ନିରାପତ୍ତା ଦୃଷ୍ଟିରୁ ସବୁବେଳେ ଦୁଇଜଣ ସଶସ୍ତ୍ର ଗୁର୍ଖା ଦରଓ୍ୱାନ୍ ସଦର ଦରଜାରେ ପହରା। ଦୋକାନର ମାଲିକ କିଶୋରୀଲାଲ ବେଶ୍ ମିଷ୍ଟଭାଷୀ। ଦୋଷ ଭିତରେ ତାଙ୍କର ଏତିକି ଥିଲା, ସେ ଟିକିଏ ସ୍ଥୂଳକାୟ। ତା' ଉପରକୁ ଦେହ ତୁଳନାରେ ପେଟଟା ଖୁବ୍ ବଡ଼ ଓ ମୁଣ୍ଡଟା ଛୋଟ। ଆଖି ଦୁଇଟା କାହିଁ କେଉଁ କୋରଡ଼ରେ ପଶିଥିଲା ପରି ଜଣାଯାଏ। କିଶୋରୀଲାଲ ଗଦିରେ ବସିଥିଲେ ଠିକ୍ ଗୋଟାଏ ତୁଳାଗଦା ଉପରେ ନଡ଼ିଆଟିଏ ରଖାହେଲା ପରି ଦିଶେ। ସେଦିନର କାରବାର ଥିଲା ଅନ୍ୟ ଦିନମାନଙ୍କ ଅପେକ୍ଷା ଅନେକ ବେଶୀ। ପୂଜା ଛୁଟି ହେବାକୁ ଅଳ୍ପ ଦିନ ଥାଏ। ବିଦେଶୀ ଲୋକେ ନିଜ ନିଜ ଲୋକଙ୍କ ଚାହିଦା ଅନୁସାରେ ଅଳଙ୍କାର ପତ୍ର କିଣି ସ୍ୱଦେଶକୁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି। ଏହାହିଁ ଥିଲା ସେ ଦିନର ଅଧିକ କାରବାରର କାରଣ। ସେଦିନ ସକାଳୁ ରାତି ଦଶଟାଯାଏ ଗରାଖଙ୍କ ଭିଡ଼। ଦଶଟା ଖୁବ୍ କାମିକା ଲୋକ ଜିନିଷ ଦିଆ ନିଆ କରି ଥକି ଗଲେଣି। ମାଲିକ କିଶୋରୀଲାଲଙ୍କ ମନଟା ବଡ଼ ଖୁସ୍ ଅଛି। ଦଶଟା ପରେ ଭିଡ଼ ଭାଙ୍ଗିଲା। ରାସ୍ତାର ଗହଳି ବି କମି ଆସିଲା କ୍ରମେ। କିଶୋରୀଲାଲ ଗୁମାସ୍ତାମାନଙ୍କୁ ବସାଇ ଜିନିଷ ଆଉ ଟଙ୍କା ପଇସାର ହିସାବ କରିବାରେ ଲାଗିଲେ-। ମୋଟାମୋଟି ହିସାବ ଘଣ୍ଟାକ ଭିତରେ ଶେଷ ହୋଇଗଲା। ବିକ୍ରି ଟଙ୍କା ନୋଟ ମିଶି ଦୁଇଲକ୍ଷ, ଆଉ ବଦଳ ସୁନା ଅନ୍ଦାଜ ସେରେ ଭଳି ହେବ ଦୁଇଟା ଅଲଗା ଅଲଗା ଥଳିରେ ପୂରାଇ କିଶୋରୀଲାଲ ନିଜ ବାଆଁ ପାଖରେ ରଖିଲେ।